କେହି ଉଠିଲେ ନାହିଁ। ବୋଉକୁ ଛାଡ଼ି ସେମାନେ ଯିବେ ନାହିଁ। ବନ୍ଧୁତ୍ରୟ ବୁଝାଇଲେ ସେମାନଙ୍କର ବୋଉ ଆଉ ଜଗତରେ ନାହିଁ। ସେ ମରିଯାଇଛି। ଏହି ନିଷ୍ଠୁର ସତ୍ୟ ଜ୍ୟେଷ୍ଠା ବାଳିକାଟି ବୁଝିପାରିଲା। କ୍ଷଣକପରେ ସେ ବୁଝିପାରିଲା ସେ ଅନାଥିନୀ। ତାହାର ଛୋଟ ଭଉଣୀ ସୁବାସୀକୁ ନେଇ ଆଜି ସେ ସଂସାରରେ ଏକାକିନୀ, ଆଶ୍ରୟହୀନା। ତାହାର ଦୃଢ଼ ଆଶ୍ରୟ ସ୍ନେହମୟୀ ବୋଉ ଆଉ ଜଗତରେ ନାହିଁ। ତାହାର ମୁଣ୍ଡ ଘୂରିବାକୁ ଲାଗିଲା। ଚତୁର୍ଦ୍ଦିଗ ଅନ୍ଧକାର ଦେଖାଗଲା। ବାଳିକା ହତାଶ ହୋଇ ଭାବିଲା "ସତେ ମହାପୁରୁ ଏପରି କଲେ। ଆଜି ଏତେ ବଡ଼ ସଂସାରରେ ତାଙ୍କର କେହି ନାହିଁ। ଆହା ପଦେ ତାଙ୍କ ପାଇଁ କହିବା ଲୋକ କେହି ନାହିଁ। ସେ ଅବଶ ଅଚଳ ପ୍ରସ୍ତର ମୂର୍ତ୍ତିପରି ମାତାର ମୃତଦେହ ନିକଟରେ ପଡ଼ିରହିଲା। ଆଗନ୍ତୁକ ଭଦ୍ରବ୍ୟକ୍ତିମାନେ ତାହାର ଦୃଷ୍ଟିରେ ଦେବଲୋକର ଦେବତାପରି ଦେଖାଗଲେ। ବାଳିକା ଅତିରିକ୍ତ ଦୁଃଖରେ ମୂକ ଶିଳାପରି ଅଚଳ ହୋଇ ରହିଗଲା। ସେହି ନିବିଡ଼ ଅନ୍ଧକାର ଭିତରେ ବାଳିକାଟୁ ମାତୃଦେହକୁ ଆବୋରି ବସିରହିଲା। ସମସ୍ତେ ଡାକିଲେ। ସେ କିନ୍ତୁ କିଛି ଶୁଣିବାକୁ ନାରାଜ। ବୀରବାବୁ ଦେଖିଲେ, ଉପାୟ ନାହିଁ। ଦୁରରୁ ଘଣ୍ଟା ଶବ୍ଦ ଶୁଣାଗଲା। ଠନ୍ ଠନ୍ କରି ନଅଟା ବାଜିଲା। ରାତ୍ରି ଅଧିକ ହେବାରୁ ବୀରବାବୁ, ଗୋପାଳ ଓ ଜଗନ୍ନାଥକୁ କହିଲେ "ଯାଅ, ଗାଆଁରୁ କାହାକୁ ଡାକି ଆଣ। ଏଠି ଠିଆ ହୋଇ ରହିଲେ ଉପାୟ ନାହିଁ। ମୁଁ ପିଲାଙ୍କ ପାଖରେ ଅଛି। " ବୀର ସାହସୀ। ମନେ ମନେ ଈଶ୍ୱରଙ୍କୁ ଡାକି ଦୃଢ଼ଭାବରେ ଠିଆହୋଇ ରହିଲେ। ଗୋପାଳ ଓ ଜଗନ୍ନାଥ ଗ୍ରାମକୁ ଗଲେ। ବହୁ କଷ୍ଟରେ ଗ୍ରାମରୁ ଜଣେ ଦୁଇଜଣ ଆଲୋକ ନେଇ ଆସିଲେ। ଅନେକ ଅନୁନୟ ହେଲା ପରେ ବିରକ୍ତ ହୋଇ ବୃଦ୍ଧା ସ୍ତ୍ରୀଲୋକଟିଏ ବଳପୂର୍ବକ ଶଶୀକୁ ତାହାର ମାତା ନିକଟରୁ ଟାଣି ଆଣିଲା। ଶଶୀର ବାହାର ଜ୍ଞାନ ନାହିଁ। ବହୁକଷ୍ଟ, ଅନାହାର ଓ ଅନିଦ୍ରାରେ ତାହାର ଶରୀର ଅବସନ୍ନ ହୋଇ ପଡ଼ିଥିଲା। ବର୍ତ୍ତମାନ ମାତାର ନିଶ୍ଚିତ ମୃତ୍ୟୁ କଥା ଜାଣିପାରି ସେ ଜ୍ଞାନହୀନା ଭାବରେ ଶୂନ୍ୟ ଦୃଷ୍ଟିରେ ସବୁ ଦେଖିବାକୁ ଲାଗିଲା। ତାହାର ଶୀର୍ଣ୍ଣ କପୋଳ ଉପରେ ଆୟୁର କ୍ଷୀଣ ଶୁଷ୍କରେଖା ଦେଖାଯାଉଥିଲା। ଚକ୍ଷୁ କୋଟରଗତ, ବିଷାଦଭରା। ଶିଶୁ ସୁବାସୀ କାନ୍ଦି କାନ୍ଦି ଶୋଇ ପଡ଼ିଥିଲା। ବର୍ତ୍ତମାନ ଲୋକ କୋଳାହଳରେ ଜାଗ୍ରତ ହୋଇ ଦେଖିଲା ଘର ଲୋକପୂର୍ଣ୍ଣ, ସେ କିଛି ବୁଝି ପାରିଲା ନାହିଁ। ଶୀର୍ଣ୍ଣ ହସ୍ତ ହୟରେ ଜ୍ୟେଷ୍ଠାଭଗ୍ନୀର ବସ୍ତ୍ରାଞ୍ଚଳ ଦୃଢ଼ଭାବରେ ଧରି ରହିଲା। କ୍ଷୁଦ୍ର ଶିଶୁ, ସେ କିପରି ଜାଣିବ ଆଜି ସେ କି ମହାରତ୍ନ ହରାଇ ବସିଚି! ସମସ୍ତଙ୍କ ମୁଖକୁ ଚାହିଁ ନ ବୁଝିଲା ବିସ୍ମୟରେ ସେ ମୂକ ହୋଇ ରହିଲା। କେହି ତାହା ଆଡ଼କୁ ଅନାଇଲେ ନାହିଁ। କିଛିକ୍ଷଣ ପରେ ପୂର୍ବୋକ୍ତ ବୃଦ୍ଧା ସ୍ତ୍ରୀଲୋକଟି ବାଳିକାଦ୍ୱୟଙ୍କୁ ଘରୁ ବାହାରି ଆସିବାକୁ ଆଦେଶ ଦେଲା। ବେନୁ ମାଆର ଆଦେଶ ଶଶୀ ଭାଙ୍ଗି ପାରିଲା ନାହିଁ। ବାହାରକୁ ଆସିଲା। ପାଷାଣ କଠିନ ହୃଦୟରେ ମାତାର ସେହି ସ୍ନେହମୟ ବଦନ ପ୍ରତି ଶେଷଥର ପାଇଁ ଦୃଷ୍ଟିପାତ କଲା-। ତାର ସମଗ୍ର ଶରୀର ଘର୍ମାକ୍ତ ହୋଇଉଠିଲା। ଆଖିରୁ ଟପ୍ ଟପ୍ ହୋଇ ଲୁହ ଝରିବାକୁ ଲାଗିଲା-। ଲୁଗାକାନିରେ ଲୁହ ପୋଛିଦେଇ ବାଳିକାଟି ବାହାରକୁ ଆସି ଦେଖିଲା, ପୂର୍ବୋକ୍ତ ଯୁବକତ୍ରୟ ତାହାର ଓ ତା ଭଉଣୀର ଅପେକ୍ଷାରେ ରହିଛନ୍ତି। ସେ ବାହାରକୁ ବାହାରିଲା ମାତ୍ରେ ବୀରବାବୁ ଅଗ୍ରସର ହୋଇ କହିଲେ "ଶଶି, ଏ ଘର ଛାଡ଼ିବାକୁ ହେବ। ମୁଁ ତତେ ଯେଉଁଠିକି ନେଇଯିବି ସେଠାକୁ ଯିବାକୁ ହେବ। ନୋହିଲେ ଆମେ ଯାଉଛୁ। " ବୀରବାବୁଙ୍କ ଧ୍ୱନି ଶଶୀ କର୍ଣ୍ଣକୁ ବଡ଼ କରୁଣ ଓ ନିଷ୍ଠୁର ବୋଧହେଲା। ସେ ବିଷାଦଶୀର୍ଣ୍ଣ ମୁଖ ଟେକି ଓ ଚକ୍ଷଦ୍ୱୟ ବିସ୍ଫାରିତ କରି ବୀରବାବୁଙ୍କ ମୁଖକୁ ନିରୀକ୍ଷଣ କଲା। ପୁନର୍ବାର ବୀରବାବୁ କହିଲେ "ଶଶି, ଆସେ, ନୋହିଲେ ଆମ୍ଭେମାନେ ଯାଉଛୁ। " ଏଥର ବାଳିକାଟି ପାଟି ଫିଟେଇଲା। ବିଷାଦ-ବିଧୁର କଣ୍ଠରେ କହିଲା "ବାବୁ, ମୋ ବୋଉ ଏଠି ପଡ଼ି ରହିଥିବ? " ବାଳିକାର କରୁଣ କଣ୍ଠ ବଡ଼ ମର୍ମସ୍ପର୍ଶୀ। ତାହା ଯୁବକତ୍ରୟର କୋମଳ ହୃଦୟର ସବୁଠାରୁ କୋମଳ ତନ୍ତ୍ରୀରେ ଆଘାତ କଲା। ସେମାନେ ସହାନୁଭୂତିରେ ବିଗଳିତ ହୋଇଉଠିଲେ-। ବୀର ସାନ୍ତ୍ୱନ ପୂର୍ବକ କହିଲେ "ନାହିଁରେ, ତୋ ବୋଉର ବ୍ୟବସ୍ଥା ଆମେ କରିବା।